ତା'ର ଆଖି ଖୋଜି ବୁଲୁଥିଲା ଖୋଲା ଦ୍ୱାର। କିନ୍ତୁ ସେ ଦ୍ୱାରରେ କେତୋଟି ସଙ୍ଗୀନର ତୀକ୍ଷ୍ଣ ମୁନ ତୃଷିତ ଦୃଷ୍ଟିରେ ଅନାଇ ରହିଥିଲେ ଭିତରକୁ। ଇଙ୍ଗିତ ମାତ୍ରେ ବିଖ୍ୟାତ ଦସ୍ୟୁ ରଘୁନନ୍ଦନ ହାତରେ, ଗୋଡ଼ରେ ଲୌହ ଶୃଙ୍ଖଳ ପିନ୍ଧାଇ ଦିଆଗଲା। ତା' ପିଠିରେ ରିଭଲଭର୍ର ଅଗ୍ରଭାଗ ସ୍ପର୍ଶ କରି ଟିକିଏ ଠେଲି ଦେଇ କହିଲେ ମି: ଚୌଧୁରୀ-''ଚାଲନ୍ତୁ ଦେବୀଗଡ଼ର ରାଜକୁମାର ବାହାଦୂର ସିଂ! ଆପଣଙ୍କର ସାଥିମାନେ ଅପେକ୍ଷା କରିଛନ୍ତି ଆର କୋଠରୀରେ। '' ଦସ୍ୟୁ ରଘୁନନ୍ଦନର ଆଉ କିଛି ଉପାୟ ନଥିଲା। ରାତି ଦଶ- ଏଣେ ମାନସପୁରୀରେ ଭୂତର ଆବିର୍ଭାବ ଅଭିନୟରେ ଶେଷ ହେବା ସଙ୍ଗେ ସଙ୍ଗେ ତେଣେ ରାୟବାହାଦୂର ହରନାଥ ପଟ୍ଟନାୟକଙ୍କ ହାତରେ ଲୌହ ବଳୟ ପିନ୍ଧାଇଦେଇଥିଲେ ପୋଲିସ ଏସ୍. ପି। ଆଉ କେତେଜଣ ନାମଜାଦା ଦସ୍ୟୁ ରାୟବାହାଦୂରଙ୍କ ଅନୁଗାମୀ ହୋଇଥିଲେ-। ତାଙ୍କର ପ୍ରାସାଦର ଗୋଟାଏ ଅପରିଷ୍କାର ଗୋଦାମ ଘରୁ ମୁମୁର୍ଷୁ ଅବସ୍ଥାରେ ମିଷ୍ଟର ପାତ୍ରଙ୍କୁ ଉଦ୍ଧାର କରାଯାଇଥିଲା। ତା' ସଙ୍ଗେ ବହୁ ଟଙ୍କା ମୂଲ୍ୟର ଚୋରା ଅଫିମ, କୋକେନ୍, ଅନେକ ଦରକାରୀ ଓ ଗୁପ୍ତ ଚିଠି ପତ୍ର ମଧ୍ୟ ଜବଦ୍ କରାଯାଇଥିଲା। ତେଣେ ପ୍ରଶାନ୍ତ ମହାସାଗର ବକ୍ଷରେ ପୋଲିସ କମିଶନର କେତେଖଣ୍ଡି ଶକ୍ତିଶାଳୀ ମୋଟର ଲଞ୍ଚ ଦ୍ୱାରା ଚୀନ୍ ଦେଶୀୟ ଗୋଟାଏ ଜାହାଜକୁ ଘେରାଉ କରି କଡ଼ା ପୋଲିସ ପହରାରେ ତାହାକୁ ଖାନ୍ତଲାସ କରୁଥିଲେ। ସେଥିରୁ ଭାରତରୁ ଡକାୟତୀ ଓ ଲୁଣ୍ଠନ-ଲୁବ୍ଧ ଚୋରା ଚାଲାଣ ହେଉଥିବା ପ୍ରାୟ ପନ୍ଦର ମହଣ ସୁନା ଓ ବହୁ ମୂଲ୍ୟବାନ ଜହରତ୍ ଉଦ୍ଧାର କରାଯାଉଥିଲା। କେବଳ ଉକ୍ତ ଜାହାଜରୁ ବିଖ୍ୟାତ ଚୀନା ଦସ୍ୟୁ ଚିୟାଂ ଅତଳ ସମୁଦ୍ରରେ ଡେଇଁପଡ଼ି କୁଆଡ଼େ ଯେ ଗଲା, ବହୁ ଅନୁସନ୍ଧାନ ସତ୍ୱେ କେହି ତା'ର ପତ୍ତା ପାଇଲେ ନାହିଁ। ସକାଳ ହେଲାବେଳକୁ ସଶସ୍ତ୍ର ପୋଲିସ ବାହିନୀର କଡ଼ା ପହରା ଭିତରେ ସହରର ରାସ୍ତା ଉପରେ ଚାଲିଥିଲେ ବିଖ୍ୟାତ ଦସ୍ୟୁ ରଘୁନନ୍ଦନ ସିଂ, ରାୟବାହାଦୂର ହରନାଥ ପଟ୍ଟନାୟକ, ଶିଳ୍ପପୁରୀର ମ୍ୟାନେଜର ଅବନୀକାନ୍ତ ପଟ୍ଟନାୟକ, ଆଉ ତାଙ୍କର ପ୍ରିୟ ସାଥିଗଣ, ହାତରେ ଲୌହ ଶୃଙ୍ଖଳ ପିନ୍ଧି, ପ୍ରତ୍ୟେକ ପ୍ରତ୍ୟେକ ସହିତ ଛନ୍ଦା ହୋଇ। ସହରର ଆବାଳବୃଦ୍ଧବନିତା ଚାହିଁଥିଲେ ଏ ଭଦ୍ରମୁଖାଧାରୀ ନରରାକ୍ଷସ ଦଳଙ୍କୁ, ଅବାକ୍ ହୋଇ। ଇତି ବିନୀତ ଗଦାଧର ପାଢ଼ୀ ସୂଚୀପତ୍ର '' ''ଡୋରିଟି ଯଦି ଛିଡ଼ିଯାଏ! '' କୌଣସି ସଂକୋଚ ନ କରି ସୁଚେତାର ପ୍ରଶ୍ନର ହଠାତ୍ ଉତ୍ତରଦେଲେ ସମରେନ୍ଦ୍ର। ସମରେନ୍ଦ୍ରର ଏତିକି ଉତ୍ତର ଶୁଣିଲା ମାତ୍ରେ ସୁଚେତା ସେଦିନ ଚମକି ପଡ଼ିଲା। ସେତେବେଳେ ସେ କେବଳ ଭାବୁଥିଲା ବିଧାତାଙ୍କର ଇଚ୍ଛା ବିରୁଦ୍ଧରେ କ'ଣ ଏହି ମଣିଷ ଯାଇପାରେ? ବିଧାତାଙ୍କ ଆଖିରେ ଯାହା ସୁନ୍ଦର ଦେଖାଯାଏ ମଣିଷର ଆଖିରେ କ'ଣ ତାହା ଅସୁନ୍ଦର ଦେଖାଯାଏ? ଦୈବବଳଠାରୁ ମଣିଷର ବଳ କ'ଣ ବଳିପଡ଼େ? ଦୈବ ଯେତେ ବାଦ ନ ସାଧେ ମଣିଷ ସେତେ ବାଦ ସାଧିଥାଏ ଅନ୍ୟକୁ କେବଳ କରାୟତ୍ତ କରିବା ପାଇଁକି? ସତରେ ଏହି ମଣିଷଗୁଡ଼ାକ କେତେ ସ୍ୱାର୍ଥପର। ଲୋକଗୁଡ଼ାକୁ ଚିହ୍ନିସାରିଲା ପରେ ଦୟା ଦେଖେଇବାକୁ ମୋଟେ ଇଚ୍ଛା ହୁଏ ନାହିଁ। କେବଳ ଘୃଣା କରିବାକୁ ଇଚ୍ଛା ହୁଏ ମାତ୍ର ଘୃଣା କରିହୁଏ ନାହିଁ। ସମରେନ୍ଦ୍ରଙ୍କୁ ଦେଖିଲା ପରେ ସୁଚେତା ସମରେନ୍ଦ୍ର ସମ୍ୱନ୍ଧରେ କୌଣସି ଉଚ୍ଚ ଚିନ୍ତା କରି ନ ଥିଲା କିମ୍ୱା ସେ ତାଙ୍କୁ ମୋଟେ ଭଲପାଇ ନ ଥିଲା। ଭଲ ପାଇବାର ଆବଶ୍ୟକ ମଧ୍ୟ ତା'ର ନ ଥିଲା। କୌଣସି ସ୍ତ୍ରୀ କୌଣସି ପୁରୁଷକୁ ଦେଖିଲେ ହଠାତ୍ ତାହା ପ୍ରତି ଆକୃଷ୍ଟ ହୁଏ ନାହିଁ। ସ୍ତ୍ରୀମାନଙ୍କର ବୁଦ୍ଧିବୃତ୍ତି ପୁରୁଷଠାରୁ ଅନେକ ଗୁଣରେ ସରସ। ସ୍ତ୍ରୀ ପୁରୁଷ ପରି ଅନ୍ଧ ଭାବରେ କାହାକୁ ଭଲପାଇ ଜାଣେନାହିଁ। ଅନେକ ଭାବିଚିନ୍ତି ସେ ଅନ୍ୟକୁ ଭଲପାଏ ବୋଲି ଯେ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ମଧ୍ୟ ସେ ଆଉ ହୃଦୟ ଫେରାଇ ଆଣି ପାରେନାହିଁ ଏହା ହେଉଛି ସ୍ତ୍ରୀ ଜାତିର ସୁଗୁଣ। ସେହି ଅବସ୍ଥାରେ ପଡ଼ିଥିଲା ସୁଚେତା। ସମରେନ୍ଦ୍ର ଜାଣନ୍ତି ସୁଚେତା ତାଙ୍କୁ ମନପ୍ରାଣ ଢାଳି ଭଲପାଏ। ଅନ୍ୟ ଜଣକୁ ଜୀବନ ଭରି ଭଲ ପାଇବା ହେଉଛି ନାରୀର ଏକମାତ୍ର ଦୁର୍ବଳତା। ଏହି ଦୁର୍ବଳତାଟି ଯେତେବେଳେ ପୁରୁଷ ଆଖିରେ ଧରାପଡ଼େ, ସେତେବେଳେ ସ୍ତ୍ରୀ ଉପରେ ସବୁପ୍ରକାର ଦୌରାତ୍ମ୍ୟ ସେ ଆରମ୍ଭ କରେ। ସମରେନ୍ଦ୍ର ମଧ୍ୟ ପୁରୁଷ। ସ୍ତ୍ରୀକୁ ଧମକ ଚମକ ଦେଇ ପଦାନତ କରିବାକୁ ସବୁ ପୁରୁଷ ଯେତେବେଳେ ଭଲ ପାଆନ୍ତି ସମରେନ୍ଦ୍ର ତାହା କରିବାକୁ ପଛେଇ ଯାଆନ୍ତେ କିପରି? ତେଣୁ ସେ ତାଙ୍କର ପୌରୁଷ ଦେଖାଇବାକୁ ଯାଇ ଅଯଥାରେ ଜୁଲୁମ ଆରମ୍ଭ କଲେ ବେଚାରୀ ସୁଚେତା ଉପରେ। ସୁଚେତା ଭାଙ୍ଗିପଡ଼ିଲା। ସେ ଭୟରେ ଜଡ଼ସଡ଼ ହୋଇଗଲା।